ଏହି ଗୋରୁ ମାଉଁସ ଖାଇବାରୁ; ପାଲଟ ମାରି ଲୁଗା ପିନ୍ଧିବାରୁ ତ କରିମ ମିଆଁ କନେଷ୍ଟବଲରୁ ପୁଲିସ ସାହେବ ପାହିଆକୁ ଉଠିଗଲା। ଧର୍ମ ନୁହେଁ ତ ଆଉ କ'ଣ? ପ୍ରକୃତରେ ମୁସଲମାନ ଧର୍ମ ପ୍ରତି ନୁହେଁ, ସେ ନିଜେ ମୁସଲମାନ ନ ହୋଇଥିବାରୁ ଯେ ପୁଲିସ ସାହେବ ହେଇ ପାରିଲେ ନାହିଁ, ଏହି ସତ୍ୟଟା ପ୍ରତି ଥିଲା ତାଙ୍କର ବିଦ୍ୱେଷ। ଆଉ ଯାହା କିଛି ତାଙ୍କର ଉନ୍ନତି, ଚାକିରି, ଚୋରି ସବୁକୁ ସାହା ପୁରୁଷ ସେହି ରବଟ ସାହେବଙ୍କ ପ୍ରତି ତାଙ୍କର ଭକ୍ତି ଆଉ ତାଙ୍କ ଦତ୍ତ ଚାକିରିଟା ପ୍ରତି ତାଙ୍କର ଶ୍ରଦ୍ଧାହିଁ ତାଙ୍କୁ ଆକୃଷ୍ଟ କରିଥିଲା ପ୍ରଭୁ ଯିଶୁଙ୍କର ଆଲୋକ ଆଡ଼କୁ। ତଥାପି ଯେଉଁ କୁଳରେ ଜନ୍ମ ଯେଉଁ ଧର୍ମରେ ଦୀକ୍ଷା ଶିକ୍ଷା ସେ ଧର୍ମକୁ ତ ଛାଡ଼ି ହେବ ନାହିଁ ସେଇ ଧର୍ମରେ ଥାଇ ମରିବାକୁ ହେବ। ମଝିରେ ଯାହାସବୁ ହେଇଗଲା, ସେଗୁଡ଼ାକ ଧର୍ମ ନ ହେଲେବି ଗୋଟାଏ ପ୍ରକାରର ଧର୍ମ ଅନ୍ତତଃ ଅଧର୍ମ ନୁହେଁ। ସେ ସବୁ ମନର କ୍ଷଣିକ ସଦ୍ବୁଦ୍ଧି। ସୁତରାଂ ଶେଷ ଅବସ୍ଥାକୁ ଗୋବିନ୍ଦ ପଟ୍ଟନାୟକ ସେଇ ରାଧାକୃଷ୍ଣ ପଦ ମୁହଁରେ ଧରି ବାହାରିଲେ ତୀର୍ଥ ପର୍ଯ୍ୟଟନ। ଗୋପାଳକୃଷ୍ଣଙ୍କର ସେଇ ପଦାବଳୀ ସବୁବେଳେ ତୁଣ୍ଡରେ ରାଧା ଗୋବିନ୍ଦ ବୋଲି ପଳାରେ ପରାଣ। '' କିନ୍ତୁ ପରାଣ ରାଧା ଗୋବିନ୍ଦ ବୋଲି ପଳେଇଲା କି ପ୍ରଭୁ ଯିଶୁ ବୋଲି ଗଲା କେହି କହି ପାରିବ ନାହିଁ। ଏହିପରି ଶୁଣାଯାଏ ଯେ ପଟ୍ଟନାୟକେ ତୀର୍ଥକୁ ଯାଉଥିଲେ। ଗାଡ଼ିରେ ଚଢ଼ିଥାନ୍ତି। ପାଇଖାନା ଭିତରକୁ ଗଲେ। ହଠାତ ପାଇଖାନା ଭିତରେ ତାଙ୍କ ରବଟ ସାହେବଙ୍କ ଭୂତ ବାହାରି ତାଙ୍କୁ ନାନା ଅମେଧ୍ୟ ମଦମାଂସ ଖୁଆଇ ଦେଲେ। ସେତେକ ଖାଇ ସେ ବାନ୍ତି ଉଚ୍ଛାଳ, ଝାଡ଼ା ପିସାବରେ ଅସ୍ଥିର ବେହାଲ୍। କେଉଁ ଷ୍ଟେସନରେ ତାଙ୍କୁ ଗାଡ଼ିରୁ କାଢ଼ି ନିଆଗଲା। ଦିନ ରତ ରତ ସଞ୍ଜବେଳେ ତାଙ୍କ ପ୍ରାଣ ଉଠିଗଲା। ପାଖରେ ଟଙ୍କାପଇସା ଯାହାଥିଲା ସେ ଧନ କାହାଘରେ ପଶିଲା କେହି କହି ପାରିବ ନାହିଁ। କାରଣ ସେତେବେଳକୁ ପାପ ଧନର ବଢ଼ନ୍ତିରେ ଅନେକ କୋଠା ବାଡ଼ି ପିଟା ହେଲାଣି। ଅନେକ ସହର, ଅନେକ ବଡ଼ଘର ତୋଳା ସରିଲାଣି। ସେଇ ସବୁ ପାପର ପୂଜା ମନ୍ଦିର ଗଢ଼ିବାକୁ ଯେତେ ଇଟା ଚୂନ ଗୋଡ଼ି ପଥର କଡ଼ି କବ୍ଜା ଲାଗିଥିବ ଗୋବିନ୍ଦ ପଟ୍ଟନାୟକଙ୍କ ଅଣ୍ଟିମରା ଟଙ୍କା କେତୁଟା ସିମେଣ୍ଟର ଗୋଟାଏ ଦାନକୁବି ସରିହେବ ନାହିଁ। ତଥାପି ଆଧୁନିକ ଦୁନିଆ ଗଢ଼ିବାରେ ଗୋବିନ୍ଦ ପଟ୍ଟନାୟକଙ୍କ ପାପ ଧନ ପ୍ରାୟଶ୍ଚିତ୍ତ ପଇସାର ଦାନ ଅତି ଅଳ୍ପ ନୁହେଁ। ସେତୁବନ୍ଧରେ ଗୁଣ୍ଡୁଚିମୂଷାର ମଧ୍ୟ ମହତ୍ ଦାନ ଥିଲା। ଘରେ ଟଙ୍କାପଇସା ଯେଉଁଠି ଯାହା ଥିଲା ସେ କଥାବି ସେ କାହାକୁ କହିଗଲେ ନାହିଁ। କିଏ ଜାଣିଥିଲା ଏତେ କୂଟନୀତି ଦଇବ କରୁଚି ବୋଲି? ସେ ତ ଆଉ ନ ଫେରିବାପାଇଁ ଯାଇ ନଥିଲେ। ଲୋକେ ଦୋଷ ଦିଅନ୍ତି ଚଣ୍ଡାଳ, ଆପଣ ହାତ ଧରିଲା ମାଇପଟା ପାଖରେ ଭଲା କହି ଯାଇଥାନ୍ତା। ନ ହେଲା ଜନମ କଲା ପୁଅ ପୁତୁରାଙ୍କ ହାତରେ ପୁଅ କିଏ ପୁତୁରା କିଏ ତାଙ୍କ ହାତରେ ଭଲା ଦେଇଯାଇଥାନ୍ତା! ମାତ୍ର ଦୋଷଟା ଗୋବିନ୍ଦ ପଟ୍ଟନାହାକଙ୍କର ନୁହେଁ ଦୋଷ ତାଙ୍କ ଚାକିରିର। ସେ ଚାକିରି ଧର୍ମ ହେଉଚି କାହାକୁ ବିଶ୍ୱାସ ନ କରିବା। ଗୋବିନ୍ଦ ପଟ୍ଟନାୟକ ନିଜକୁବି ବିଶ୍ୱାସ କରିପାରନ୍ତି ନାହିଁ। ସେ କଥା ସେ କେତେଥର ତାଙ୍କ ସ୍ତ୍ରୀଙ୍କ ଆଗେ କହିଥିବେ। ଏ ମର୍ତ୍ତ୍ୟରୁ ସେ ଯେବେ କିଛି ହେଲେ ସ୍ୱର୍ଗକୁ ନେଇ ଯାଇଥିବେ, ତେବେ ସେ ଏଇ ଅବିଶ୍ୱାସର ବୋଝ। ଦାରୋଗା ଗୋବିନ୍ଦ ପଟ୍ଟନାୟକଙ୍କ ମୃତ୍ୟୁରେ କେତେ ଲୋକ ସୁଖୀ ହୋଇଥିଲେ, କେତେ ଲୋକ ଦୁଃଖୀ ହୋଇଥିଲେ ତା'ର ଜନସୁମାରି ନେଲେ ଦାରୋଗାଙ୍କ ସ୍ୱର୍ଗବାସ କିମ୍ୱା ନର୍କବାସ ସମ୍ୱନ୍ଧରେ